ପିଲାଟି ଦିନୁ ବାପ ମା' ମରି ଯାଇଥିଲେ। ବଅସ ହେଲା, ବଭାଘର କଥା ଉଠିଲା। ଟଙ୍କା ଲୋଡ଼ା। ନିଧିରାମ ଅଯାଚିତ ଭାବରେ ଉପସ୍ଥିତ ହେଲେ-। ଟଙ୍କା ଥାଳି ଖୋଲିଦେଲେ। ଧୁମ୍ଧାମରେ ବାହାଘର ହେଲା। ବିଭାଘର ଚଉଠି ଦିନ ବି ଟଙ୍କା କରଜ। ଭୋଜି ଭାତ। ବରଷକ ପରେ ଘର କରୋଖ। ଗାଈ, ବାଡ଼ି, ଘର ଦ୍ୱାର ସବୁ ଗଲା-। ବିଚରା ଆନନ୍ଦ ନନା ତା ଯୁବତୀ ସ୍ତ୍ରୀକୁ ବାପ ଘରେ ରଖି ଆସିଚି ରେଙ୍ଗୁନ। ପାଞ୍ଚବର୍ଷ ହେଲା ଟଙ୍କା ଶୁଝା ଚାଲିଚି। ସରୁ ନାହିଁ। ଆଉ କେତେଜଣ ନିଧିରାମର ଅପକୃତ କଥା ବର୍ଣ୍ଣନା କରିଗଲେ। ଶେଷଦେବ ସବୁ ଶୁଣିଲା। ତାର ଦିହ ଜଳିଉଠିଲା। ଯୁବକ ରକ୍ତର ତାତି ତାକୁ ତତାଇ ଦେଲା। ପ୍ରତିହିଂସାବହ୍ନି ପ୍ରଜ୍ୱଳିତ ହେଲା। କେତେ କେତେ ଘର ଭାଙ୍ଗି ଏ ଅସାଧୁ ମହାଜନ ନିଜ ଘରର ବଡ଼ତି କରୁଚି। ଗରିବଙ୍କ ତଣ୍ଟି ଚିପି ତଥାକଥିତ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ଦେଇ ନେଇ ରାଏ ସାହେବ ଉପାଧି ପାଇଚି-। ସମାଜ ଏପରି ରକ୍ତଶୋଷକକୁ ସମୁଚିତ ଦଣ୍ତ ଦେଉନି। ଜେଲ ବେଡ଼ି ପିନ୍ଧିବା ପାଇଁ ଉପଯୁକ୍ତ ବ୍ୟକ୍ତି ସୁନା ଖେଡ଼ୁ ପିନ୍ଧି ଛାତି ଫୁଲାଇ ଚାଲିଚି ଦୁନିଆରେ। ସଭ୍ୟତାର ଏହି ଅଶୁଭ ସ୍ରୋତର ଗତି ବଦଳାଇବାକୁ ହେବ। ଏହି ଅସଭ୍ୟ ଜଗତର ଅବାଞ୍ଛିତ ଜୀବନ ଜୀବନ ଦୀପ ନିଭାଇବାକୁ ପଡ଼ିବ-। ପ୍ରତିଶୋଧର ଆକାଙ୍କ୍ଷା ଶେଷଦେବ ହୃଦୟର ମାନବିକତାକୁ ନଷ୍ଟ କରିଦେଲା। ହୃଦୟଟିକୁ ତାର ଦାନବିକ ପଶୁ ପରି ହିଂସ୍ର କରି ପ୍ରଜ୍ୱଳିତ କଲା। ପାଥେୟ ସଂଗ୍ରହ କଲା ଶେଷଦେବ। ଧାଇଁଲା ନିଜ ଗ୍ରାମକୁ। ଅଖିଆ ଅପିଆ ବ୍ରତ ପୂରଣ ପାଇଁ ସେ ଆଗେଇ ଆସିଲା। ରାତି ଦୁଇଘଡ଼ି। ନିଧିରାମ ଘରକୁ ଗଲା। ବୁଝିଲା, ବୁଢ଼ା ଗାଁ ମଣ୍ତପରେ ଶୋଇଚି। ବଡ଼ ସୁଯୋଗ-। ଏପରି ସୁଯୋଗ ଆଉ ଆସିବ ନାହିଁ। ଏ ସୁଯୋଗ ଛାଡ଼ିଲେ ଆଉ ଏପରି ସୁବର୍ଣ୍ଣ ସୁଯୋଗ ଦ୍ୱିତୀୟଥର ମିଳିବାର ନୁହଁ। ବହୁ ଘର ଭାଙ୍ଗିଚି ଏ ନିଧିରାମ। ଆଜି ତା ତଣ୍ଟି ଚିପି ଦେଇ ସେ ନେବ ତାର ପ୍ରତିଶୋଧ। ପ୍ରତିଶୋଧର ବହ୍ନିଯୁକ୍ତ ଧୂଆଁ ଭିତରେ ତାରି ଅଭୁକ୍ତ ରୁଗ୍ଣ ପିତା ମାତାଙ୍କ ପରି ଅସଂଖ୍ୟ ଗ୍ରାମବାସୀଙ୍କର ଅତୃପ୍ତ ଅଶରୀରୀ ଛାୟା ତା ଆଗରେ ଛିଡ଼ାହେଲେ। ଓହୋ, ସେମାନେ କେତେ ବ୍ୟାକୁଳ। ସତେ ଅବା ଶେଷଦେବର ନେତୃତ୍ୱ ଭିକ୍ଷା କରୁଚନ୍ତି ସେମାନେ। ଉତ୍ସାହିତ କରୁଚନ୍ତି ଶେଷଦେବକୁ ଆଗେଇ ଯିବାକୁ। ଶେଷଦେବ ଆଗେଇ ଗଲା। ରାତି ଅଧ, ସମସ୍ତ ଧରଣୀ ସୁପୁପ୍ତ। ମଣ୍ତପ ଆଲୋକରେ ଆଲୋକିତ କେଇଟି ଅକ୍ଷର—'ଏଇଠାରେ ଗାନ୍ଧି ବିଶ୍ରାମ କରିଥିଲେ' ତା ଆଖି ଆଗରେ ଝଲସି ଉଠିଥିଲା। ସେ ସ୍ତବ୍ଧ ହୋଇ ଛିଡ଼ା ହୋଇଗଲା। ତା ମୁଣ୍ତ ବୁଲାଇ ଦେଲା, ସେ ମଣ୍ତପ ଉପରେ ବସି ପଡ଼ିଲା। ତା ଆଖି ଆଗରେ 'ଯୀଶୁ' ଓ 'ଗାନ୍ଧୀ'ଙ୍କର ପ୍ରତିମୂର୍ତ୍ତି ଜୀବନ୍ତ ହୋଇ ନାଚିଉଠିଲା। 'ହେ ପ୍ରଭୁ! ଏମାନେ କ'ଣ କରୁଚନ୍ତି ଜାଣୁ ନାହାନ୍ତି; ଏହାଙ୍କୁ କ୍ଷମା କର'—ଯୀଶୁ କହିଥିଲେ। କି ଉଦାରତା! ନିଷ୍ଠୁର ମାନବସମାଜ ତାଙ୍କୁ କଣ୍ଟକବିଦ୍ଧ କଲାବେଳକୁ ସେ ଏହି ବାଣୀ ଉଚ୍ଚାରଣ କରିଥିଲେ। କି ଶକ୍ତିଶାଳୀ ପୁରୁଷ, କି ଦୃଢ଼, କି କ୍ଷମାଶୀଳ। ଆଉ ବାପୁଜୀ! ଆଫ୍ରିକାରେ ମାଡ଼ ଖାଇଲେ। ପୁଲିସ ପଚାରିଲା ଅଥଚ କ୍ଷତ ବିକ୍ଷତ ବାପୁଜୀ କହିଥିଲେ—ମୋର କିଛି କହିବାର ନାହିଁ। କି ଅପୂର୍ବ ସାଧନା ସତେ! ଅହିଂସାର ପ୍ରତିମୂର୍ତ୍ତି ଦୁଇଟି ଶେଷଦେବ ନିକଟରେ କୁହୁକ ପରି କାମ କଲେ। ଦିହ ଶିହରୀ ଉଠିଲା। ସତେ ଅବା ଧରଣୀ ଥରି ଉଠିଲା। ଛାତି ଧଡ଼ ଧଡ଼ ହେଲା। ଦିହରୁ ଶ୍ରମ ଝାଳଟାଏ ବୋହିଗଲା। ସେ ସେହି ମଣ୍ତପରେ ଗଡ଼ି ପଡ଼ିଲା-। ନିଦ ହୋଇଗଲା। ଛାଇ ନିଦ। ପୁଣି ଶେଷଦେବ ଉଠି ବସିଲା। ସମସ୍ତଙ୍କୁ ଚାହିଁଲା। ସଭିଏଁ ଶୋଇଚନ୍ତି। ନିଧିରାମ ସୁଖରେ ଶୋଇଚି। ଏ ତ ସୁଯୋଗ। ଏ ସୁଯୋଗ ହରାଇଲେ ଚଳିବ ନାହିଁ। ଗୁରୁଣ୍ତି ଗୁରୁଣ୍ତି ଗଲା ଶେଷଦେବ, ହାତମୁଠା ମୁଠା କଲା। ନିଧିରାମ ବେକକୁ ହାତ ବଢ଼ାଇଲା। ପୁଣି ସେଇ କଥା–'ମହାତ୍ମାଗାନ୍ଧି ଏଇଠାରେ ବିଶ୍ରାମ ନେଇଥିଲେ। ' ପୁଣି ଗାନ୍ଧୀ ଓ ଯୀଶୁଙ୍କ ଛବି। ଓଃ ଛାତି ଫାଟିଯିବ। ସେଠାରୁ ଉଠିଗଲେ ଶେଷଦେବ। ତଣ୍ଟି ଶୁଖି ଯାଉଥିଲା। ଶ୍ୱାସ ରୁଦ୍ଧ ହୋଇ ଆସୁଥିଲା।